ଓଃ, କି ସାଙ୍ଘାତିକ ଲୋକ ସେଇଟା ତେଣୁ ସେ ପ୍ରଥମରୁ ସେଥିପ୍ରତି ସଚେତନ ହୋଇଗଲେ। ସେ ଜାଣିଥିଲେ, ଆଇ. ଜି. ଇତ୍ୟାଦିଙ୍କୁ ଅପହରଣ ନ କଲେ ସେ ଏ ଦଳର ବିନାଶ କରିପାରିବେ ନାହିଁ। ପୁଣି ରୀତାର ଅପହରଣ ପାଇଁ ସେହି ଯୋଜନା ଆମର ସଦସ୍ୟମାନଙ୍କୁ ଛଦ୍ମବେଶରେ ଅକସ୍ମାତ୍ ଆକ୍ରମଣ କରି ରୀତାକୁ ନେଇ ଚାଲିଗଲା। ସେହି ଦିନର ଘଟଣା ଆପଣ ଚିନ୍ତା କରନ୍ତୁ। ଏହିଠାରେ ସେ, ମୁଁ ଆଉ ତୁଷାରକାନ୍ତି ତଥା ଲୁସି ଥିଲୁ। ସେ ଯଦି ଦସ୍ୟୁ ଅଜୟ ହୋଇ ନ ଥାଏ, ତା ହେଲେ ଏ ସମ୍ବାଦ ଏତେ ଶୀଘ୍ର ଲିକ୍ ଆଉଟ୍ ହେଲା କେମିତି? ସର୍ବୋପରି ଆମର ଆମେରିକାର ପ୍ରତିନିଧିଙ୍କ ଏରୋପ୍ଲେନ୍ ଆରୋହଣ କରି ଫେରିଯିବା ଦିନର ଘଟଣା ଆପଣ ମନେ ପକାନ୍ତୁ। ଏଠାରେ ମଧ୍ୟ ଆମେ ଏହି କେତେ ଜଣ ଉପସ୍ଥିତ ଥିଲୁ। ଯଦି ସେଦିନ ଡ: ତୁଷାରକାନ୍ତି ସେଭଳି ପଦକ୍ଷେପ ନେଇ ନ ଥାନ୍ତେ, ତା ହେଲେ ଅବସ୍ଥା କେମିତି ସାଙ୍ଘାତିକ ହୋଇଥାନ୍ତା? ତା ପରେ ରୀତାକୁ ତାର ଗୁପ୍ତ କୋଠରିକୁ ନେଇଗଲା ପରେ ତୁଷାରକାନ୍ତି କିପରି ଏକ ସାଙ୍ଘାତିକ ନରଘାତକ ପାଲଟିଛି, ଆଉ ସିଏ କିପରି ଦେଶର ଉପକାର କରି ପାରୁଛି, ଏହି କଥାର ଯଥାର୍ଥତା ଦେଖାଇବା ପାଇଁ ଆଇ. ଜି. ଇତ୍ୟାଦିଙ୍କୁ ନେଇ ବନ୍ଦୀ କଲା। ଏ ବିଷୟରେ ଆପଣ ମୀରାକୁ ପଚାରି ପାରନ୍ତି। କାରଣ ତା ଉପରେ ଅତ୍ୟାଚାର କରି ସେ ଏହି ଟାୱାର ନିର୍ମାଣ କୌଶଳ ବିଷୟରେ କଣ କଣ ଜାଣିବାକୁ ଚାହୁଁଥିଲା, ତାହା ଆପଣ ନିଶ୍ଚୟ ଜାଣିପାରିବେ। ତୁଷାରକାନ୍ତି ମୀରାର ସେଠାକାର ଅବସ୍ଥା କଥା ଯେତେବେଳେ ପଚାରି ବୁଝିଲେ, ମୀରା ଧନୀରାମ ର କଣ୍ଠସ୍ୱର ଭଳି ସନ୍ଦେହଜନକ ଭାବରେ କହିଥିଲା। ଇଜ୍ ଇଟ୍! ତୁମେ ଏ ପର୍ଯ୍ୟନ୍ତ ଏସ୍ବୁ କଥା ଗୋପନ କରିଥିଲ କାହିଁକି? ଦଳର ସେ ଜଣେ ଏତେ ବଡ଼ କର୍ମୀ। ହଠାତ୍ ଲୋକଙ୍କ କଥାରେ ତାଙ୍କୁ ଅବିଶ୍ୱାସ କରିବା ଭଳି ଶକ୍ତି କାହାରି ନ ଥିଲା। ସ୍ୱୟଂ ଆପଣ ବି ସେତେବେଳେ ଏ କଥାର ଅନ୍ୟ ଅର୍ଥ ବାହାର କରିଥାନ୍ତେ। ମୁଁ ବି ଜାଣିପାରି ନ ଥିଲି। ଆପଣଙ୍କ ନିର୍ଦ୍ଦେଶରେ ତୁଷାରକାନ୍ତିଙ୍କ କାର୍ଯ୍ୟକଳାପ ଉପରେ ଯେତେବେଳେ ଗଭୀର ଧ୍ୟାନ ଦେବାର ନିର୍ଦ୍ଦେଶ ପାଇଲି, ସେତେବେଳେ ମୁଁ ତାଙ୍କର ପ୍ରତ୍ୟେକ ରିପୋର୍ଟ ଯାଞ୍ଚ କରିବାରେ ଲାଗିଲି। ସେତେବେଳେ ସେ ଦସ୍ୟୁ ଅଜୟ ବିଷୟରେ ଗବେଷଣା କରୁଥିଲେ। ମାନେ, ସେ କିଏ ହୋଇପାରେ ଆଉ କେଉଁଭଳି ଭାବରେ ଏଠାକାର ସମ୍ବାଦ ସେ ସଂଗ୍ରହ କରି ପାରୁଛି। ଏହି ଗବେଷଣାତ୍ମକ ଲେଖା ମୁଁ ପଢ଼ିଥିଲି। ଆଉ ତାଙ୍କର ଏହି ଲେଖାର ତାତ୍ପର୍ଯ୍ୟ ବିଷୟରେ ଅନୁସନ୍ଧାନ କରୁଥିଲି। ତା ପରେ ଦେଖିଲି, ସେ ସେହି ଲେଖା ଉପରେ ତାଙ୍କର ଅଭିଯାନ ଆରମ୍ଭ କରି କ୍ରମେ କ୍ରମେ ଅନେକଗୁଡ଼ିଏ ପ୍ରମାଣ ପାଉଥିଲେ, ଯେଉଁଗୁଡ଼ିକ ସେ ଗୁପ୍ତ ଭାବରେ ଲେଖି ରଖିଛନ୍ତି। ଧନୀରାମ ଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା। ରୀତା ନିକଟରେ ତାଙ୍କର କାମଗୁଡ଼ିକ ଦେଖାଇ ଆକୃଷ୍ଟ କରିବାରେ ସେ ଲାଗିଥିଲେ। ଆଉ ଏ ଆଡ଼େ ଦଳର ଧ୍ୱଂସ ସାଧନ। ଆଜିକାର ପରିବେଶରେ ସମସ୍ତେ ଏଠାରେ ଏକତ୍ରିତ ହେବେ। ଏଇଟା ହିଁ ତାଙ୍କ ପକ୍ଷରେ ଏକ ସୁବର୍ଣ୍ଣ ସୁଯୋଗ। ପୁଣି ପ୍ରତିରକ୍ଷା ତଥା ବାହାର ଜଗତର ସମସ୍ତ ଦାୟିତ୍ୱରେ ଧନୀରାମ ଆଜି ରହିଛନ୍ତି। ଆକସ୍ମିକ ବିପଦରେ ଆମର ପ୍ରତିରକ୍ଷାକାରୀ ଶକ୍ତିମାନଙ୍କୁ ସେ ନିଶ୍ଚେଷ୍ଟ କରିଦେଇ ପାରିବେ। ଯଦିଓ ସେ